ଜମୋଦାଙ୍ଗଙ୍କୁ ନରବଳି ଦେବା ଅପରାଧରେ ଫାଶି ଦିଆଗଲା। ନାଗା ବିଦ୍ରୋହର ନିଆଁ କିନ୍ତୁ ଲିଭିଲା ବର୍ଷର ବାଳିକା ଗାଇଦିଲିଓ-। ନାଗାମାନେ ସେତେବେଳେ ସମସ୍ତ ଅତ୍ୟାଚାର, ଉତ୍ପୀଡ଼ନକୁ ତୁଚ୍ଛ ମନେକରି ବିଦ୍ରୋହୀ ହୋଇଉଠିଥିଲେ। ନିବିଡ଼ ଘନ ଜଙ୍ଗଲ ଭିତରେ, ନିଘଞ୍ଚ ପାହାଡ଼କୋଳରେ, ନାଗା ପଲ୍ଲୀ ପଙ୍କାଳରେ ଆବାଳ-ବୃଦ୍ଧ-ବିନିତା ତେଜି ଉଠିଲେ, ଝାସ ଦେଲେ ବିଦ୍ରୋହ-ନିଆଁରେ-। ଗାଇଦିଲିଓଙ୍କୁ ଧରିବା ଲାଗି ବିଞ୍ଚି ହୋଇଗଲେ ସରକାରୀ ଗୁପ୍ତଚର ଦଳ, ଧରିବା ଲାଗି ସଙ୍ଗେ ସଙ୍ଗେ ଘୋଷଣା କରାଗଲା ମୋଟା ପୁରସ୍କାର। ସଶସ୍ତ୍ରବାହିନୀ ସମଗ୍ର ନାଗା ଅଞ୍ଚଳକୁ ଅସ୍ତବ୍ୟସ୍ତ କରି ପକାଇଲେ। କିନ୍ତୁ ଖୋଜଖବର ମିଳିଲା ନାହିଁ ଗାଇଦିଲିଓଙ୍କର। ବିପ୍ଳବିଣୀ ଗାଇଦିଲିଓ ସେତେବେଳେ ଗ୍ରାମେ ଗ୍ରାମେ ସଙ୍ଗଠନ କରି ଚାଲିଥାଆନ୍ତି। ପାହାଡ଼ର ଦୁର୍ଗମ ପଥରେ ତାଙ୍କର ଯାତାୟାତ। ଆଜି ହୁଏତ କୌଣସି ଗ୍ରାମରେ ସଭା କରୁଛନ୍ତି ତ, ଖବର ଆସିଲା, ପୁଲିସ ଦଳ ସଙ୍ଗେ ସଙ୍ଗେ ଚାଲିଲେ ସେଇ ଗାଁକୁ। ଗାଁ ସାରା ତଲାସ ହୁଏ, ପତ୍ତା ମିଳେନି ଗାଇଦିଲିଓଙ୍କର-। କେଉଁ ଅନ୍ଧାର ଗୁହାଗହ୍ୱର ଭିତରେ ତାଙ୍କର ଗୋପନ ସଞ୍ଚରଣ। ଗ୍ରାମବାସୀମାନେ ସେତେବେଳେ ନିଶ୍ଚିନ୍ତ ମନରେ ନାଚଗୀତରେ ମତ୍ତ। ପୁଲିସର ସମସ୍ତ ପ୍ରଶ୍ନର ଏକମାତ୍ର ଉତ୍ତର-ଆମେ କିଛି ଜାଣୁନା, ଏଠିକି କେହି ଆସିନି। କେହି କେହି କହନ୍ତି–ବିପ୍ଳବୀ ମାଶାଙ୍ଗର ଦ୍ୱୀପାନ୍ତର ଦଣ୍ତ ହୁକୁମ ପରେ ଗାଇଦିଲିଓ ନବମନ୍ତ୍ରରେ ଦୀକ୍ଷିତା ଭାରି ଭଲ ପାଉଥିଲେ। ଦକ୍ଷିଣ ପାହାଡ଼ ଉପରେ ଅଙ୍ଗାମୀମାନଙ୍କର ଜନପଦ–ସାଙ୍ଗୁବଟ। ମେହଲୀ ଏହି ଗାଁ ସର୍ଦ୍ଦାରଙ୍କ ଝିଅ। ସେଦିନ ରବିବାର। କି ଏକ ଖିଆଲରେ ମେହଲୀ ଆସିଥିଲା ଶୈଳଚୂଡ଼ାକୁ। ଦୁଇଟି ମୁଗ୍ଧ ଚକ୍ଷୁର ସମସ୍ତ ଶ୍ରଦ୍ଧା, ସମସ୍ତ ଆନନ୍ଦ ଦେଇ ଖଡ଼ିପଥର ଦେହରେ ଶିଳ୍ପଲିପି ଆଙ୍କୁଥିଲା ସେ–ସାଙ୍ଗୁବଟ ଗାଁ ସର୍ଦ୍ଦାରର ଝିଅ। ମେହଲୀ ନାଁଟି ଯେମିତି ରମଣୀୟ, ସେମିତି ରୂପ-ଲାବଣ୍ୟରେ ଫାଟି ପଡ଼ୁଥିଲା ତନୁଟି। ବିଶାଳ ଉପତ୍ୟକା ଉପରକୁ ଉଠୁ ଉଠୁ ପଲିଙ୍ଗାର ପିଙ୍ଗଳ ଚକ୍ଷୁ ଦୁଇଟି ମୋହାବିଷ୍ଟ ହୋଇଉଠିଥିଲା। ଦକ୍ଷିଣ ପାହାଡ଼ର ଚୁଡ଼ାରେ ସନ୍ଧ୍ୟାବେଳର ମୋହନ ଆଲୋକରେ ଉଜ୍ଜ୍ୱଳାଭ ଏକ ତରୁଣୀର ପାହାଡ଼ୀ ତନୁ ଶିଖାୟିତ ହୋଇଉଠିଥାଏ ସେଦିନର ସୁନେଲି ସନ୍ଧ୍ୟାରେ। ଏଭଳି ଏକ ଯୌବନର ବିସ୍ମୟ ତାରି ପାଇଁ ଯେ ଅପେକ୍ଷା କରି ରହିଥିଲା ସେ କ'ଣ ଜାଣିଥିଲା? ନିର୍ବାକ୍, ନିସ୍ପନ୍ଦ। କିଛି ସମୟ ଠିଆ ହେଲା ପଲିଙ୍ଗା। ତାପରେ ଧୀରେ ଧୀରେ ସେହି ତରୁଣୀ ତନୁର ପାଖକୁ ଲାଗିଆସିଲା ସେ। ତୁ କିଏ? ଆବିଷ୍ଟ ଗଳାରେ ଜିଜ୍ଞାସା ଫୁଟିଉଠିଲା ପଲିଙ୍ଗାର। ଚମକି ପଡ଼ିଲା ମେହଲୀ। ଚକିତ ବିଦ୍ୟୁତ୍ ଭଳି ଘୁରିପଡ଼ିଲା ସେ। ସାମନାରେ ଯୁବକ ପଲିଙ୍ଗା। ସନ୍ଧାନୀ ଦୃଷ୍ଟିର ଆଲୋକରେ ପଲିଙ୍ଗାର ସାରା ଦେହ, ଅସ୍ଥି, ମଜ୍ଜା, ସ୍ନାୟୁର ସକଳ ତନ୍ତ୍ରୀ ଏଭଳି କି ତାର ଭାବନା ଓ ଚେତନା ଗୁଡ଼ିକୁ ତନ୍ନ ତନ୍ନ କରି ବାରିନେଲା ସେ। ଆଓ ପକ୍ଷୀ ଭଳି ସୁଡ଼ଉଲ। ମୁହଁକୁ ବଙ୍କେଇ କର୍ଣ୍ଣଲତାରେ ପିତ୍ତଳ ନିୟୋଙ୍ଗ୍ ଗହଣାର ଦୋଳନ ଦେଇ ସୁଠାମ ତନୁଦେଶକୁ ବଙ୍କିମ ଛଳରେ ଘୂରେଇ ଝିଅଟି କହିଲା–ମୁଁ ମେହଲୀ, ଅଙ୍ଗମୀ ସର୍ଦ୍ଦାରର ଝିଅ। ହୁଇ ସାଙ୍ଗୁବଟ ବସ୍ତିଟା ଆମର। ପଲିଙ୍ଗା କହିଲା–ମୋର ହେଲା ସାଲୁୟାଲାଙ୍ଗ ବସ୍ତି। ମୁଁ ଜାତିରେ ରେଙ୍ଗମା। ଜାରାସୋରି ବଂଶର। ମୋ ନାଁ ପଲିଙ୍ଗା। ଏ ପଟେ ସାହୁଆମାଙ୍ଗ, ଅନ୍ୟ ପଟରେ ଭଁରାଇ ଅଙ୍ଗାମୀମାନଙ୍କର ଘର ସାଙ୍ଗୁବଟ। ମଝିରେ ବିଶାଳ ଏକ ବର୍ଚ୍ଛା ଭଳି ଉଠି ରହିଛି ଦକ୍ଷିଣ ପାହାଡ଼ର ଚୁଡ଼ା। ଦୁଇ ଗ୍ରାମର, ଦୁଇ ସମ୍ପ୍ରଦାୟର ଦୁଇଟି ମୁଗ୍ଧ ଯୌବନ ଆଜି ମୁହାଁମୁହିଁ ହୋଇଛନ୍ତି ଜନପଦର ମଧ୍ୟବିନ୍ଦୁରେ। ମେହଲୀ କହିଲା–ରୋଜ ତତେ ଦେଖୁଚି ଏହି ପାହାଡ଼ରେ। ମୁଁ ଦୁଇଆଖୁସି ଝରଣା, ଉହାଡ଼ରେ ଠିଆହୋଇ ତତେ ଦେଖେ। ପଥର ଦେହରେ ତୁ କି ଦାଗ କାଟୁ, ଖାଲି ଭାବେ, ଆସି ଦେଖିବି ତୁ କ'ଣ କରୁଚୁ? କିନ୍ତୁ ସାହସ ପାଏନା। –କାହିଁକି ଲୋ ମେହଲୀ! ସାହସ କାହିଁକି ହୁଏନା? –ଭାରି ଭୟ ଲାଗେ। ତୋ ହାତରେ ବର୍ଚ୍ଛ। ଥାଏନା! ଥରେ ମାରିଦେଲେ ଆଉ କ'ଣ ଜୀବନ ରହିବ? ସେଇଥିଲାଗି ଆସେନା। –ନା ଲୋ ନା, ମୁଁ ବର୍ଚ୍ଛାରେ କାହାକୁ କ'ଣ କେବେ ମାରେ? ଏକା ଏକା ବସି ଏହି ବର୍ଚ୍ଛା ମୁନରେ, ପଥର ଦେହରେ ବଣ, ପାହାଡ଼, ନଦୀ, ଝରଣା ଆଙ୍କିବାକୁ ମତେ ଭାରି ଭଲ ଲାଗେ-। –ସତେ ନା! ମୋର ମଧ୍ୟ ରକ୍ତ ଦେଖିଲେ ବଡ଼ ଭୟ। ପଥର ଦେହରେ ତୋର ଏ ଦାଗଗୁଡ଼ାକ କି ସୁନ୍ଦର! ଏଇଟା ଠିକ୍ ମେନ୍ଜା ଭଳି ହୋଇଛି, ଆଉ ଏଇଟା ତ ସମ୍ବର।